ତୁମର ଏହି ସମ୍ବାଦ ମୋ ବ୍ୟତୀତ ଆଉ କାହାରି କାନକୁ ନୁହେଁ। ଲୁସିର ବି। ତୁମେ କଣ ଭାବୁଛ, ବସ୍‌ଙ୍କଠାରୁ ଲୁସି ମୋର ଏତେ ପ୍ରିୟ? କିନ୍ତୁ ଲୁସି ଯେ ତୁମ ପାଇଁ ପାଗଳ, ଫାଷ୍ଟ ଚିଫ୍। ଫାଷ୍ଟ ଚିଫ୍ ବ୍ୟତୀତ ମୋର ନାମ ଅଛି, ଲୀଳା। ଅନ୍ତତଃ ବର୍ତ୍ତମାନ ପାଇଁ ମୁଁ ଫାଷ୍ଟ ଚିଫ୍ ନୁହେଁ। ଆସ୍ତେ ଆସ୍ତେ ତୁଷାରକାନ୍ତି ଯେମିତି ରହସ୍ୟମୟ ହୋଇଉଠୁଥିଲେ। ମନେ ମନେ, ତୁମେ? ଥରେ ତୁମକୁ କହିଛି ଲୀଳା, ମୁଁ କାହାରି ମନରେ କଷ୍ଟ ଦେବା ପାଇଁ ଚାହେଁ ନାହିଁ। ଦଳର ହିତ ଦୃଷ୍ଟିରୁ ସମସ୍ତଙ୍କ କଥା ଗୋପନ ରଖି, ସେମାନଙ୍କୁ ସେଥିପାଇଁ ସତର୍କ କରାଇଦେବା ହିଁ ସବୁଠାରୁ ଶ୍ରେଷ୍ଠ ଉପାୟ। ଆଉ ମୋ ପାଇଁ? କିନ୍ତୁ ତୁମେ ତ ମୋତେ ଏ ପର୍ଯ୍ୟନ୍ତ କେବଳ ରହସ୍ୟ ଭିତରେ ବୁଡ଼ାଇ ରଖିଲ। ତା ପରେ ଲୀଳାର ଉଦାସ ଦୃଷ୍ଟି ତୁଷାରକାନ୍ତିଙ୍କ ନିକଟରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା। କିଛିକ୍ଷଣ ଲୀଳାକୁ ଅନାଇ ରହିଲେ ତୁଷାରକାନ୍ତି। ସୁନ୍ଦରୀ ଜଗତରେ ଏକ ସାର୍ଥକ ସୃଷ୍ଟି ନେଇ ଲୀଳା ଜନ୍ମ ହୋଇଥିଲା। ତାହାରି ସେହି ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରୁଥିଲା ତାର ବେଦନାତୁର ମୁଖମଣ୍ଡଳ। ଆସ୍ତେ ଆସ୍ତେ ତୁଷାରକାନ୍ତିଙ୍କ ଚକ୍ଷୁରେ ଲାଳସାର ବହ୍ନି ଜଳିଉଠୁଥିଲା। ସେହି ବହ୍ନିର ଶିଖା ଏତେ ପ୍ରଜ୍ଜ୍ୱଳିତ ହୋଇଉଠୁଥିଲା ଯେ, ଲୀଳାର ମୁଖମଣ୍ଡଳରେ ଉଦାସତା ପରିବର୍ତ୍ତେ ଲଜ୍ଜାର ରକ୍ତିମା ଫୁଟିଉଠିଲା। ଲୀଳା। ତୁଷାରକାନ୍ତିଙ୍କ କଣ୍ଠସ୍ୱରରେ ଅସ୍ଥିରତା ଫୁଟିଉଠୁଥିଲା। କିଛି କହିବ? ଯଦି ତୁମେ ଅନୁମତି ଦିଅ କିନ୍ତୁ ମୋ ଅନୁମତିରେ ତୁମର ପ୍ରୟୋଜନ ନାହିଁ, ଡକ୍ଟର। ମୁଁ ଯେଉଁ ଅପରାଧ କରିସାରିଛି, ସେତେବେଳେ ମୁଁ ତ ତୁମର ହୋଇସାରିଛି। ଅପରାଧ ଅପରାଧ। ବାରମ୍ବାର ଲୀଳା ମୁଖରୁ ଏହି ଅପରାଧ ଶବ୍ଦ ଶୁଣି ପ୍ରକୃତରେ ତୁଷାରକାନ୍ତି କିଛି ବୁଝିପାରୁନଥିଲେ। ତୁମେ ଏମିତି କଣ ଅପରାଧ କରିଛ ଯେ ଲୀଳା ତୁଷାରକାନ୍ତିଙ୍କୁ ଅନାଇଲା। ଚକ୍ଷୁରେ ତାର ସନ୍ଦେହର ବାଦଲ ଜମା ହେବାରେ ଲାଗିଥିଲା। କେତେକ ମୁହୂର୍ତ୍ତ ନୀରବ ରହି କହିଲା, ଆପଣ ହୁଏତ ମୋ ଅପରାଧ ଯେ କଣ, ଜାଣିବାର ସୁଯୋଗ ପାଇନାହାନ୍ତି। କିନ୍ତୁ ଆସନ୍ତା କାଲିଠାରୁ ଏ ସବୁ ବିଷୟରେ ଥାଏ ସମସ୍ତ ତଥ୍ୟ ପାଇଯିବେ। ଏହି ହଲ୍ ଭିତରେ ଯେଉଁତକ କୋଠରି ରହିଛି, ମାନେ, ଯେଉଁଥିରୁ ଗୋଟିଏ ଗୋଟିଏ ପ୍ରତ୍ୟେକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ସେହିସବୁ କୋଠରିମାନଙ୍କରେ ଅତି ଶକ୍ତିଶାଳୀ ଶବ୍ଦଗ୍ରହଣକାରୀ ଯନ୍ତ୍ର ଖଞ୍ଜାଯାଇଛି। ମାନେ, ସେହି କୋଠରିମାନଙ୍କରେ ପ୍ରତ୍ୟେକ ଯେଉଁ ଯେଉଁ କଥାବାର୍ତ୍ତା ହୁଅନ୍ତି, ତାହା ଲିପିବଦ୍ଧ ହୁଏ ବସ୍‌ଙ୍କ ଅଫିସ୍ ରୁମ୍‌ରେ। ଏକା ମୋ ବ୍ୟତୀତ ଆଉ ଏଠାରେ ଯେତେ ଜଣ ଅଛନ୍ତି କେହି ଜାଣିନାହାନ୍ତି। ଏମିତି କି ଆମର ଫାଷ୍ଟ ଚିଫ୍ ମଧ୍ୟ ଜାଣିନାହାନ୍ତି। କେବଳ ବସ୍ ଆଉ ମୋ ବ୍ୟତୀତ ବସ୍ ତୁମକୁ ଖୁବ୍ ଭଲପାଆନ୍ତି, ନୁହେଁ? ନିଜ ଝିଅଠାରୁ ଆହୁରି ବଳି। ହେଲେ ନିୟମ ଭଙ୍ଗ ପାଇଁ ସେ କେବେ କ୍ଷମା କରନ୍ତି ନାହିଁ କି କରିବେ ନାହିଁ। କେବଳ ସେତିକି ନୁହେଁ, ତାଙ୍କର ମଧ୍ୟ ବିଶ୍ୱାସ ମୋ ଉପରେ ଥିଲା ସେଇଥିପାଇଁ ଏହି ଆଭ୍ୟନ୍ତରୀଣ ବ୍ୟାପାରର ଦାୟିତ୍ୱ ମୋହରି ଉପରେ ଦେଇଥିଲେ। କିନ୍ତୁ ଏ ସବୁ ଗୁପ୍ତ ବ୍ୟବସ୍ଥା କାହିଁକି? ଏହା ଭିତରେ ବି ଅନେକ ପ୍ରତିହିଂସାପରାୟଣ ହୋଇଉଠନ୍ତି। ସମୟ ସମୟରେ ନିଭୃତ କୋଠରିକୁ ନିରାପଦ ଭାବି ତାହାରି ଭିତରେ ଅତି ଗୋପନରେ ଏହି ଆଲୋଚନା କରନ୍ତି। ସେହି ସମ୍ବାଦ ସଂଗ୍ରହ କରି ଦଳର ବିରୋଧୀ କୌଣସି କଥା ହେଉଥିଲେ, ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯାଏ। ଅତି କଠୋର ନିର୍ମମ ଦଣ୍ଡ। ଏ କୋଠରି ଭିତରେ